ଇଆ ପିଠିରେ, ତା' ଛାତିରେ ମୁହଁ ଘସି ଘସି ଥର ଥର କରି ଲିଭି ଯାଉଚି କପାଳର ଚନ୍ଦନ ଲେଖା। ଲିଭି ଯାଉଚି କୁଙ୍କୁମ ବିନ୍ଦୁ। ବହୁତ ଯତ୍ନ କରି ତନୁର କେଶ ବିନ୍ୟାସ କରିଥିଲେ ଅଳକା। ସବୁ ହେଲାଣି ଅଲରା, ଅସଜଡ଼ା। ଜଣ ଜଣ କରି ସଭିଙ୍କ ପାଖରୁ ଆକୁଳ କଣ୍ଠରେ ବିଦାୟ ମାଗୁଛି ତନୁଶ୍ରୀ। ଅପରାଜିତାଙ୍କ ଛାତିରେ ମଥା ରଖି ଅନୁନୟ କରି କୋହୁଚି ଶୀଘ୍ର ମୋତେ ବୋଉ ଫେରାଇ ଆଣିବ। ମୋଟେ ମୋ କଥା ଭୁଲି ଯିବନି। ଏହିପରି ପ୍ରତି ପ୍ରିୟଜନଙ୍କଠାରୁ ବିଦାୟ ନେଲା ତନୁ। ବାକି ରହିଲେ ଭାଇନା। କୁଆଡ଼େ ଗଲେ, ଚାରିଆଡ଼କୁ ଚାହୁଁଚି ତନୁ। ବାଷ୍ପାକୁଳ ଦୁଇଟି କରୁଣ ନୟନ ମେଲି ଲୁହରେ ଲୁହରେ ଆଖି ଯୋଡ଼ିକ ଅନ୍ଧ ହୋଇ ଯାଉଚି ତା'ର। ତଥାପି ସେ ମୁଣ୍ଡ ଘୂରାଇ ଚାହୁଁଚି ଚାରିଆଡ଼କୁ। ଖୋଜି ହେଉଚି ଭାଇନାଙ୍କୁ ତା'ର। ଆଖିରେ ପଡ଼ିଲେ ଭାଇନା। ନିଜର ଶୋଇଲା ଘରେ ଅଛନ୍ତି ସିଏ। ଝରକାର ଲୁହା ରଡ୍‌ରେ ମୁଣ୍ଡଟାକୁ ଚାପି ମୁହଁ ପୋତି ଠିଆ ହୋଇଚନ୍ତି। ତାଙ୍କର ସେଇ ଅଦ୍ଭୁତ ସୁନ୍ଦର ବାଳଗୁଡ଼ିକର କିଛି ଅଂଶ ଦେଖାଯାଉଚି। ବହୁ କଷ୍ଟରେ ତନୁ କୋହ ଚାପି ଫିସ୍ ଫିସ୍ କରି ବାପାଙ୍କୁ କହିଲା, ବାପା! ଡାକିଦେଲା ପରେ ବି ଭୟ ସଂକୋଚ ଭରା ଆଖିରେ ଥରେ ଚାହିଁଲା ଚାରିଆଡ଼କୁ। ପୁଣି ଡାକିଲା ବାପା ପୂର୍ଣ୍ଣ ଆଖି ମେଲି ଝିଅ ମୁହଁକୁ ଚାହିଁଲେ ଦିବ୍ୟେନ୍ଦୁ। ସସ୍ନେହ କଣ୍ଠରେ ପଚାରିଲେ ମତେ କ'ଣ କିଛି କହିବୁ ମାଆ? କୁଣ୍ଠିତ ଆଖି ଯୋଡ଼ିକ ତଳକୁ ନୁଆଁଇ ତନୁଶ୍ରୀ କହିଲା ତୁମେ ତ ଜାଣିଛ ବାପା, ଭାଇନା ମୋତେ କଥା କହୁ ନାହାନ୍ତି। ଯେତେଥର ତାଙ୍କ ପାଖକୁ ଯାଇଛି ସେତେଥର ସେ ନୀରବ ଅପମାନରେ ମତେ ଫେରାଇ ଦେଇଛନ୍ତି। ଆଜି ଗଲା ବେଳେ ତାଙ୍କ ପାଖରୁ ବିଦାୟ ନ ମାଗି ଗଲେ ମନ ମୋର ଅହୋରାତ୍ର ବାହୁନି ହେବ। ଆଶୀର୍ବାଦ ସେ କରିବେନି। ମୁଁ ବି ତାଙ୍କର ଆଶୀଷ ପାଇବାକୁ ହୁଏତ ଯୋଗ୍ୟ ନୁହେଁ। ତଥାପି ମନେ ହେଉଚି ତାଙ୍କ ପାଦର ପବିତ୍ର ଧୂଳି ନେଇ ବିଦାୟ ନେଲେ ମୋର କଲ୍ୟାଣ ହେବ। କିନ୍ତୁ ମୁଁ ଠିକ୍ ଜାଣେ ସେ ମୁହଁ ବୁଲାଇ ମତେ ପଛ କରି ଠିଆ ହେବେ। ପାଦ ଘୁଞ୍ଚାଇ ନେବେ। ହୋଉ ନିଅନ୍ତୁ। ତଥାପି ମୁଁ ଯିବି ତାଙ୍କ ପାଖକୁ। ତାଙ୍କର ବୋହୁତ ଦୁର୍ବ୍ୟବହାର ମୁଁ ସହି ଆସିଛି। ଆଜି ବି ସହିବି। କିନ୍ତୁ ଏଇ ଏତେ ଲୋକଙ୍କ ସାମନାରେ ସେ ଯଦି ମତେ ସେହିପରି ଅବହେଳାର ଭାବ ଦେଖାନ୍ତି ତେବେ ମତେ ଖୁବ୍ କଷ୍ଟ ହେବ। ତେଣୁ ତୁମକୁ ମୁଁ ଅନୁରୋଧ କରୁଚି ଯେ ତୁମେ ଏଇ ପାହାଚ ପାଖରେ ଠିଆ ହୋଇଥାଅ। ମୁଁ ଉପରକୁ ଯିବି। ମୁଁ ଯିବି ଏକା। ମୋ ପଛେ ପଛେ ଆଉ ତୁମେ କାହାକୁ ଯିବାକୁ ଦେବନି। କାହାରି ସାମନାରେ ଭାଇନା ମୋତେ ଅପମାନ କଲେ ମୁଁ ଭାରି କଷ୍ଟ ପାଇବି, ବାପା। ଦିବ୍ୟେନ୍ଦୁ ଦୀର୍ଘଶ୍ୱାସ ତ୍ୟାଗ କରି କହିଲେ ତୁ ଯା ମାଆ, ତୁ ଏକା ଯାଆ। ଆଉ କେହି ଯାଇ ପାରିବେନି। ଏଇଠି ମୁଁ ଠିଆ ହୋଇ ରହିଲି। କ୍ଳାନ୍ତ ପାଦରେ ଉପରକୁ ଉଠି ଗଲା ତନୁଶ୍ରୀ। ତା'ର ଚାଲିବା ଧରଣ ଯୋଗୁଁ ତା' ପାଦ ନୂପୁରରେ ଏପରି ଗୋଟିଏ ଶବ୍ଦକୁ କାନ ପାରି ଶୁଣିଲେ ମନେ ହେବ ସତେଯେପରି କିଏ କାନ୍ଦୁଚି ବାହୁନି ବାହୁନି। ଦିବ୍ୟେନ୍ଦୁ ଭାବୁଥିଲେ ଝିଅ ମୁହଁରୁ ଶୁଣିଥିବା କଥାଗୁଡ଼ିକ। ମନେ ମନେ ଗୁଣି ହେଲେ, ଚିରନ୍ତନୀ ନାରୀ ଶତ ଦୁଃଖ, ଶତ ଦୁର୍ଯୋଗରେ ମଧ୍ୟ ଭୁଲି ପାରନ୍ତି ନାହିଁ ନିଜର ମାନସମ୍ମାନକୁ। ଅନ୍ୟ ପାଖରେ ଛୋଟ ନ ହୋଇ ଯିବାକୁ କେତେ ତାଙ୍କର ଇଚ୍ଛା, କେତେ ତାଙ୍କର କାମନା। ନିଜର ସବୁ ଦୁଃଖକୁ ଘୋଡ଼ାଇ ରଖିବାର କି ଆପ୍ରାଣ ଚେଷ୍ଟା! କିନ୍ତୁ ଆଶ୍ଚର୍ଯ୍ୟ! ମୋର ଏଇ ଛୋଟ ଝିଅଟା। କାଲିକାର ତନୁ ତା' ବୁକୁ ତଳେ ବି କେତେବେଳେ ଆସି ବସା ବାନ୍ଧିଲା ସେହି ଚିରନ୍ତନୀ ନାରୀ। ଭାଇନା ଭାଇନା। ଅଶ୍ରୁଭିଜା କଣ୍ଠରେ ତନୁର ବ୍ୟଥାୟିତ ସ୍ୱର। ଏଁ, ଚମକି ପଡ଼ି ମଥା ବୁଲାଇ ଚାହିଁଲେ ମନୋରଞ୍ଜନ। ଭାବହୀନ ମୁହଁରେ ତାଙ୍କର ଭାଷାହୀନ ଦୁଇଟି ଗଭୀର ଆଖି। ତନୁଶ୍ରୀର କଳ୍ପନାକୁ ବ୍ୟର୍ଥ କରି ମୁହଁକୁ ତା'ର ଚାହିଁ ରହିଲେ ମନୋରଞ୍ଜନ। ବହୁଦିନ ପରେ ତନୁଶ୍ରୀ ଦେଖିଲା ଭାଇନାଙ୍କ ମୁହଁରେ ଉଦାସୀନତା ପରିବର୍ତ୍ତେ କାରୁଣ୍ୟର କାରୁକାର୍ଯ୍ୟ। ହଁ, ଏବେ ପ୍ରାୟ ସେ ଦେଖି ଆସୁଚି ତା' ସମ୍ପର୍କରେ ଭାଇନା ଉଦାସ ରହନ୍ତି। ଆଜି ତାଙ୍କର ସେଇ ଉଦାସୀନତାର ମିନାରଟି ଭାଙ୍ଗି ଯାଇ ଧୀରେ ଧୀରେ ଗୁଣ୍ଡ ହୋଇ ଯାଉଛି। ଭାଇନାଙ୍କ ଭିତରେ ସେଇ ପରିବର୍ତ୍ତନକୁ ଅନୁଭବ କରି ତନୁଶ୍ରୀର ହୃଦୟ ଆନନ୍ଦ, ଆଉ ଅବସାଦରେ ଶତଖଣ୍ଡ ହୋଇ ଯାଉଛି।